ତେଣୁ କେତେକ ବନ୍ଧୁ ପରାମର୍ଶ ଦେଉଥିଲେ, ଉପନ୍ୟାସର ଚରିତ୍ରଗୁଡ଼ିକୁ ଓଡ଼ିଆ ନାମରେ ବଦଳାଇ ରାଉରକେଲାକୁ ହିଁ ଉପନ୍ୟାସର ପୀଠସ୍ଥଳୀ କର। ମାତ୍ର ମୋର ମତ, ଭାରତୀୟ ଶିକ୍ଷା ସଂସ୍କୃତି ଯାହା, ସେଥିରେ ଏଭଳି ଡିକେଟ୍ଟିଭ ଉପନ୍ୟାସର ନାୟକ-ନାୟିକା ଏଠାରେ ସୃଷ୍ଟି କରିବା ବିଡ଼ମ୍ବନା। ତେଣୁ ମୁଁ ସେଥିରୁ ବିରତ ହେଲି। ଏ ଖଣ୍ଡିକ ସାଧାରଣରେ ଆଦୃତ ହେଲେ, ଏହାର ଅନ୍ୟ ଖଣ୍ଡକ ତଥା 'ଶାର୍ଲକ ହୋମ୍ସ'ର ଅନ୍ୟାନ୍ୟ କାର୍ଯ୍ୟକଳାପ ଅନୁବାଦ କରିବାରେ ଉତ୍ସାହିତ ହେବି। 'ଯମଦୂତ' ଦଳ ମସିହା ଫେବୃୟାରୀ ଚାରି ତାରିଖ। ଆମେରିକା ଯୁକ୍ତରାଷ୍ଟ୍ରର ଭର୍ମିସା ଉପତ୍ୟକା ଅଭିମୁଖରେ ପାହାଡ଼ିଆ ପଥ ଦେଇ ଛୋଟ ରେଳଗାଡ଼ିଟି ମୃଦୁମନ୍ଥର ଗତିରେ ଅଗ୍ରସର ହେଉଅଛି। ଦୁଇ ଦିନ ହେଲା ଅନବରତ ବରଫ ପଡ଼ୁଅଛି। ରେଳରାସ୍ତାର ଧାରଣା ଦୁଇଟି ବରଫତଳେ ଲୁଚିଯାଇଅଛି। ତେଣୁ ଗାଡ଼ିର ଗତି ଏଭଳି ଧୀର। ଆଗେଆଗେ ଗୋଟାଏ ଇଞ୍ଜିନ ବରଫ କାଟି ବାଟ ପରିଷ୍କାର କରିକରି ଯାଉଅଛି। ପଛରେ ବହୁ ଧରଣର, ବିଭିନ୍ନ ପୋଷାକର ଯାତ୍ରୀମାନଙ୍କୁ ବକ୍ଷରେ ଧରି ଯାତ୍ରୀଗାଡ଼ିଟି ଚାଲିଅଛି। ଗାଡ଼ି ମଧ୍ୟରେ ଥିବା ଅଧିକାଂଶ ଯାତ୍ରୀ କୁଲି ମଜୁରିଆ ଶ୍ରେଣୀର ଲୋକ। ସେମାନଙ୍କ ମଧ୍ୟରୁ କେହି କେହି ଛୁଟି ପରେ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରିଯାଉଅଛନ୍ତି; କେହି ବା କାର୍ଯ୍ୟର ଅନୁସନ୍ଧାନରେ ଯାଉଅଛନ୍ତି। କୋଡ଼ିଏ ବର୍ଷ ତଳେ ଭର୍ମିସା ନାମ ବେଶୀ କେହି ଜାଣି ନ ଥିଲେ। ଏହି ବଣଜଙ୍ଗଲପୂର୍ଣ୍ଣ ପାହାଡ଼ିଆ ଉପତ୍ୟକା ଅଞ୍ଚଳ ଶିକ୍ଷା ସଭ୍ୟତାର ବହୁ ଦୂରରେ ବଡ଼ ଅବଜ୍ଞାତ ଭାବରେ ପଡ଼ି ରହିଥିଲା। କିନ୍ତୁ ଯେଉଁ ଦିନ ସେହି ପାହାଡ଼ର ମୂଲ୍ୟହୀନ ରୁକ୍ଷ ପଥର ତଳେ ବହୁମୂଲ୍ୟ କୋଇଲାର ସନ୍ଧାନ ମିଳିଲା, ସେହି ଦିନଠାରୁ ଦେଖୁଦେଖୁ ଏହି ନିର୍ଜନ ଜଙ୍ଗଲଭୂଇଁ ଗୋଟିଏ ସହରରେ ପରିଣତ ହୋଇଉଠିଲା। ହୋଟେଲ, ଲାଇବ୍ରେରୀ, ସ୍କୁଲ, କ୍ଳବ-ଏ ସମସ୍ତ ଗୋଟିଗୋଟି ହୋଇ ଦେଖାଦେଲା। ବିଭିନ୍ନ ଦେଶରୁ ବ୍ୟବସାୟୀମାନେ ଆସି ସ୍ଥାନେସ୍ଥାନେ ଜମି ଖୋଳି ମାଟିତଳୁ କୋଇଲା ବାହାର କଲେ। ଚାହୁଁ ଚାହୁଁ ହଜାର ହଜାର ଲୋକ-ସ୍ତ୍ରୀ ପୁରୁଷ, ବାଳକ ବାଳିକା ଆସି ଏଠାରେ କାମରେ ଲାଗିପଡ଼ିଲେ। ଧନ ଉପାର୍ଜନ ପାଇଁ ଏହି ନିର୍ବାନ୍ଧବ ପୁରୀ ହେଲା ସେମାନଙ୍କର ବାସସ୍ଥାନ। ଏ ଅଞ୍ଚଳର ଶିକ୍ଷା ସଭ୍ୟତା ବଢ଼ିଉଠିଲା ସତ; ମାତ୍ର ଆମେରିକା ଯୁକ୍ତରାଷ୍ଟ୍ରର ଜୀବନଧାରା ସହିତ ଯେପରି କି ସେ କୌଣସି ସମ୍ପର୍କ ରଖିପାରିଲା ନାହିଁ-। ପାହାଡ଼ ଜଙ୍ଗଲ ମଝିରେ ଏହା ଗୋଟାଏ ନୂତନ ରୂପ ଧରି ମୁଣ୍ଡ ଟେକି ଠିଆହେଲା। ତାର ସାମାଜିକ ରୀତିନୀତି, ତାର ଶାସନ ପରିଚାଳନା, ତାର ପୋଲିସ, ତାର ଦୈନନ୍ଦିନ ଜୀବନଯାତ୍ରା ଚାରିଆଡ଼ର ବିରାଟ ପାହାଡ଼ ପାଚେରୀ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାବରେ ଯେପରି କି ଗଢ଼ିଉଠିଲା-। ରେଳଗାଡ଼ି ମଧ୍ୟରେ ଯେଉଁ ଯାତ୍ରୀମାନେ ବସିଥିଲେ, ସେମାନେ ପରସ୍ପରର ସମ୍ପୂର୍ଣ୍ଣ ଅପରିଚିତ। କିଏ ଯେ କେତେ ଦୂରରୁ, କେଉଁ ଅଞ୍ଚଳରୁ ଆସିଛି, ତାର କିଛି ଠିକଣା ନାହିଁ। ତଥାପି ସେମାନେ ଗାଡ଼ିଭିତରେ ବାଧ୍ୟ ହୋଇ ଆଖପାଖରେ ବସିଥିବା ଲୋକଙ୍କ ସହିତ କ୍ଷଣିକ ବନ୍ଧୁତା କରିନେଇଅଛନ୍ତି; କଥାବାର୍ତ୍ତା, ହସକୌତୁକ ଲଗାଇ ଦେଇଅଛନ୍ତି। ତାର କାରଣ, ବୈଚିତ୍ର୍ୟହୀନ ଦୀର୍ଘ ପାହାଡ଼ିଆ ପଥ। ବରଫରେ ଦୁଇ ପାଖର ଗଛପତ୍ର ମଧ୍ୟ ଚୂନଧଉଳା କୋଠା ପରି ହୋଇଯାଇଅଛି। ଦେଖିବାକୁ କିଛି ନୂଆ କଥା ନାହିଁ କି ରେଳଗାଡ଼ିର ଘର୍ଘର ଶବ୍ଦ ବ୍ୟତୀତ ଶୁଣିବାର ଆଉ କିଛି ନାହିଁ। ଏଭଳି ଅବସ୍ଥାରେ ମଉନ ହୋଇ କେତେ ଜଣ ରହିପାରିବେ? କେତେ ସମୟ ବା ରହିବେ? ମାତ୍ର ଗାଡ଼ି ମଧ୍ୟରେ କେବଳ